ଝିଅଟିର ବାପା ନଥିଲା। କେବଳ ମା' ଥିଲା। ଲୋକଟାର ନାଁ ରମେଶ, ରମେଶ ଦାସ। ଦୁର୍ଯୋଗକୁ ରମେଶ କଲିକତାରେ ଟ୍ରାମ୍‌ରୁ ଖସି ପଡ଼ି ଡାହାଣ ହାତଟିକୁ ହରେଇ ବସିଲା। ଆହା! ରମେଶ ବାଧ୍ୟ ହୋଇ ତା' ଗାଁକୁ ଫେରି ଆସିଲା। ଝିଅଟାକୁ ଭେଟି ସବୁ କହିଲା, ତାକୁ ବୁଝେଇଲା, ସେ ବରଂ ଆଉ କୋଉଠି ବାହା ହୋଇଯାଉ। ଡାହାଣ ହାତ କଟିଗଲା ପରେ ସେ ପୂରାପୂରି ଅକରଣ୍ୟ ହୋଇଯାଇଛି, ଆଉ କିଛି କାମ କରି ପାରିବ ନାହିଁ କି ତାକୁ ପୋଷି ପାରିବ ନାହିଁ। ମାତ୍ର ଝିଅଟା ଥିଲା ଗୋଟେ ଅଭୁତ ପିଲା। ସେ କହିଥିଲା, "ତମର ହାତ ନାହିଁ ବୋଲି କିଏ କହୁଛି? ମୋ ହାତ ତମର ହାତ। ଆଗରୁ ତମେ ଯେମିତି ସୁସ୍ଥ-ସବଳ ମଣିଷ ଥିଲ, ଏବେ ବି ସେମିତି ଅଛ। ବାହା ହେବି ତ ତମକୁ ବାହା ହେବି, ନ ହେଲେ ଅଭିଆଡ଼ୀ ରହିଯିବି।" ଆଶ୍ଚର୍ଯ୍ୟ! ହଁ, ଆଶ୍ଚର୍ଯ୍ୟ! ସେମାନେ ବାହା ହେଲେ। ତା' ପରେ ଗାଁ ଭିତରୁ ଚାଲି ଆସି ନଈବନ୍ଧ ଉପରେ ପାଲଟେ ଟା ତୋଳି ରହିଲେ। ସକାଳେ ରମେଶ ରିକ୍ସା ଟାଣେ, ସଞ୍ଜବେଳେ ବସାକୁ ଫେରି ମୂର୍ତ୍ତି ଗଢ଼େ। ତା' ସ୍ତ୍ରୀ ଓ ପିଲା ସେହି ମୂର୍ତ୍ତିରେ ରଙ୍ଗ ଦିଅନ୍ତି। ସେମାନେ ପୂଜାପାଳିରେ ସେଗୁଡ଼ିକକୁ ରିକ୍ସାରେ ନେଇ ବିକନ୍ତି। ମୁଁ ଏସବୁ ଶୁଣି ଭିତରେ ଭିତରେ ଭାବପ୍ରବଣ ହୋଇ ପଡ଼ୁଥିଲି। ରଣଜିତ୍ କିନ୍ତୁ କହି ଚାଲିଥାଏ। "ମୁଁ ଯୋଉଦିନ ସେମାନଙ୍କ ପାଲାରେ ଯାଇ ପହଞ୍ଚିଲି, ସେଦିନ ବର୍ଷା ଯୋଗୁ ରମେଶ ରିକ୍ସା ଟାଣି ଯାଇ ପାରି ନଥିଲା କି ତା' ସ୍ତ୍ରୀ ବିଲ କାମକୁ ଯାଇ ନଥିଲା। ସେମାନଙ୍କ ପାଖରେ କେଇ ପୁଞ୍ଜା ଚାଉଳ ଓ ପୋଷେ ଦି' ପୋଷ ଅଟା ଛଡ଼ା କିଛି ବୋଲି କିଛି ନ ଥିଲା। ମୁଁ ଚଣ୍ଡାଳ ସେମାନଙ୍କ ସେଇ ରୁଟି ସନ୍ତୁଳା ବିଷ ମିଶିଥିବା ଆଶଙ୍କା କରି ନଷ୍ଟ କରି ଦେଇଥିଲି। ମୋ ପାଇଁ ପିଲାଟା ଉପାସ ରହିଥିଲା।" ତୋତେ ଏକଥା କିଏ କହିଲା? ସେ ସାନ ପିଲାଟା। ବର୍ଷା ଯୋଗୁଁ ତା' ସ୍କୁଲରେ ରନ୍ଧା ହୋଇ ପାରି ନ ଥିବା ନେଇ ପିଲାଟା ଖୁବ୍ ରୁଷ୍ଟ ଥିଲା। ମୋ ଚଷମା ସାଙ୍ଗରେ ଲାଗୁ ଲାଗୁ କହିଥିଲା, 'ଏଇ ବର୍ଷାଟା ବଦମାସ୍ ବର୍ଷା। ୟାରି ଯୋଗୁ ସ୍କୁଲରେ ଆଜି ଜାଉ ରନ୍ଧା ହୋଇ ପାରିଲା ନାହିଁ' ମୁଁ ତା' କଥା ଶୁଣି ସ୍ତବ୍ଧ ହୋଇଥିଲି। ବର୍ଷାକୁ ନେଇ ଖବରକାଗଜରେ କେତେ ଖବର, କେତେ ଗପ ଓ କବିତା ପିଲାଦିନେ ଆମେ ପଢ଼ିନାହେଁ! କିନ୍ତୁ ସେଦିନ ସେଇ ପିଲାଟାର ଅଭିଯୋଗ ମୋତେ ହଠାତ୍ ଭୀଷଣ ବର୍ଷା-ବିଦ୍ୱେଷୀ କରିଦେଲା। ବିଚାରା, ଘରୁ ଥାଳି ଗିନା ନେଇ ସେ ସ୍କୁଲକୁ ଯାଇଥିଲେ ବି ଉପାସରେ ସେ ଫେରି ଆସିଥିଲା। ପିଲାଟା ଆଉ କ'ଣ କହିବାକୁ ଯାଉଥିଲା ବୋଧହୁଏ ତା' ମାଆ ତାକୁ ଭି ଭିଡ଼ି ନେଇଥିଲା। କହିଥିଲା, "ବର୍ଷା ନହେଲେ କେତେ ଅସୁବିଧା ହେବ ତୁ ଜାଣିଛୁ? ଆମେ କାମ ପାଇବା ନାହିଁ। ଚାଷବାସ ସବୁ ବନ୍ଦ ହୋଇଯିବ " ମୋର ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନଥିଲା। ମୁଁ କେବଳ ଚୁପ୍‌ଚାପ୍ ସେମାନଙ୍କୁ ଚାହିଁଥିଲି। ଗୋଟେ ଗୋଟେରେ କଣ୍ଢେଇ ପରି ସେମାନୁଆନେ ତାଙ୍କ ତାଙ୍କ ଭିତରେ କ'ଣ ସବୁ କଥାବାର୍ତ୍ତା ହେଉଥାନ୍ତି, ମୁଁ ବୁଝି ପାରୁ ନଥିଲି। ଅନେକ ରାତି ଯାଏ ସେମାନେ ଚେଇଁଥିଲେ। ବାହାରେ ସେଇମିତି ପ୍ରବଳ ବର୍ଷା। ମୁଁ ଗୋଡ଼ ହାତ ଲମ୍ବାଇ ଖଟିଆ ଉପରେ ପଡ଼ିଗଲି। ଶତ ଚେଷ୍ଟା ସତ୍ତ୍ୱେ କେତେବେଳେ ମୋତେ ନିଦ ଲାଗିଯାଇଛି ଜାଣି ପାରି ନାହିଁ। ନିଦ ଭାଙ୍ଗିଲା ବେଳକୁ ସେମାନେ ସମସ୍ତେ ଉଠି ସାରି। ମୁଁ ଆଗେ ପାଗଳ ପରି ମୋ ଟଙ୍କା ବ୍ୟାଗ୍‌ଟାକୁ ଖୋଜିନେଲି। ଟଙ୍କା ବ୍ୟାଗ୍‌ଟି ମୋ ମୁଣ୍ଡ ତଳେ ମୁଁ ଯେମିତି ଥୋଇଥିଲି ଠିକ୍ ସେମିତି ଥିଲା। ରିକ୍ସାବାଲା ରମେଶ ମୋତେ କହିଲା, "ଚାଲ ବାବୁ, ତମକୁ ନେଇ ଛକରେ ଛାଡ଼ି ଦେଇ ମୁଁ ମୋ କାମରେ ଯିବି। ଏତେ ସକାଳୁ ଏଠୁ କିଛି ଗାଡ଼ି ଘୋଡ଼ା ମିଳିବ ନାହିଁ। ତମ ଘର ଲୋକମାନେ କେଣେ ତେଣେ ବ୍ୟସ୍ତ ହୋଇ ହୋଇ କୁଆଡ଼େ ବୋଲି କୁଆଡ଼େ ଖୋଜିବେଣି!" ମୁଁ ରମେଶକୁ ଚାହିଁଲି। ତା' ପଛରେ ଠିଆ ହୋଇଥିବା ତା'ର ମଫସଲୀ ସ୍ତ୍ରୀ ଓ ଗପୁଡ଼ା ପୁଅକୁ ଭଲ କରି ଥରେ ଦେଖିଲି। ହଠାତ୍ ମୋର ମନ ହେଲା, ଏମାନଙ୍କୁ କାଲି ଚୋର ଡକେଇତି ବୋଲି ଭାବି ଘୋର ଅନ୍ୟାୟ କରିଛି।